ସମସ୍ତିଙ୍କ ଅଜ୍ଞାତରେ ଅଳକାଙ୍କ ନୟନ ଦୁଇଟି ଶିକ୍ତ ହେଇଉଠିଲା। କଥା କହିବା ଭିତରେ ଖାଇବା ସରିଗଲା। ଡାକ୍ତରବାବୁ କନକ ନାରାୟଣଙ୍କ ଛାତି ପରୀକ୍ଷା କରି, ଜ୍ୱର ଦେଖି ଆସ୍ୱସ୍ତି ହେଲେ। ତାପରେ ଆଉ କିଛି ସମୟ କଥା କହି ଚାଲିଗଲେ ସିଏ, କନକ ନାରାୟଣ ମଧ୍ୟ ଉପରକୁ ଚାଲିଗଲେ। ଅଳକା ରୋଷେଇ ଘର ଆଉ ଟିକେ ବୁଝି ଗାଧୋଇବାକୁ ଚାଲିଗଲେ। ଟୁଲୁ ବୋହୂ ଛୁଆ ନେଇ ବ୍ୟସ୍ତ ଥିଲା। ତାକୁ ବି ଗାଧୋଇ ଦେବାକୁ ନେଇଗଲେ। ଅପରାଜିତା ଗୋଟିଏ କାଚ ଜାର ଧରି ଷ୍ଟୋର ରୁମ୍ ଆଡ଼େ ଯାଇଥିଲେ। ତନୁ ଦୁଇହାତ ମେଲାଇ ବୋଉ ସାମନାରେ ଠିଆହୋଇ ବାଟ ଓଗାଳିଲା। ପଚାରିଲା–ସେଥିରେ କ'ଣ ଅଛି ବୋଉ ? କ'ଣ ଅଛି ତହିଁରେ ମୁଁ ଜାଣେନି। ତୁ ଗଲୁ ସିଆଡ଼େ। ମୋତେ ବାଟ ଛାଡ଼େ, ବିରକ୍ତ କରନା। ଅପରାଜିତାଙ୍କ କଣ୍ଠରେ ବିରକ୍ତି। ନ କହିଲେ ବାଟ ଛାଡ଼ିବିନି, ଛୁଇଁଦେବି କହୁଛି। ଧୁଆ ଲୁଗା ପିନ୍ଧି ଆଚାର ଧରିଛନ୍ତି ଅପରାଜିତା। ଝିଅ କହୁଛି ଛୁଇଁଦେବ, ଶୁଣି ଶଙ୍କିଗଲେ। ଅବିଶ୍ୱାସର କଥା ନୁହେଁ, ଝିଅକୁ ଜାଣନ୍ତି ଅପରାଜିତା। ଏଡ଼ୁଟିଏ ହେଲେ କ'ଣ ହେବ, ବୁଦ୍ଧି ବୋଲି କାଣିଚାଏ ନାହିଁ। ତା' ବୟସରେ ସିଏ ନିଜେ ଦୁଇବର୍ଷ ଧରି ଘର କଲେଣି। ଅଥଚ, ବାପ, ଭାଇ, କହୁଛନ୍ତି ସେ ପିଲାଟା ପାଠ ପଢ଼ୁ। ତମ ଯୁଗ ଗଲାଣି। ତନୁକୁ ବିବାହ ଦେବା କଥା ଏଇକ୍ଷଣି ଆଉ ମୁହଁରେ ଧରନି। ନ ଧରିଲେ ନାହିଁ, ଯାହା ସେମାନଙ୍କ ମନ ସେଇୟା କରନ୍ତୁ। ବୋଉ.ତନୁଶ୍ରୀ ଗଳାରେ ଅଳି। ଆରେ କ'ଣ? କ'ଣ ଅଛି ସେଥିରେ? ତୁ ଜମା ଜାଣିନୁ? ତୁ ଭଲ ହେବୁ କେଉଁଦିନ। ବଡ଼ ହବୁ କେଉଁଦିନ? ଗଳାରେ ଅଭିମାନ କରି ତନୁଶ୍ରୀ କହିଲା କାହିଁକି, ବାପା ଆଉ ଭାଇନା ତ କହନ୍ତି ମୁଁ ଭାରି ଭଲଝିଅ, ଆଉ ତୁମରି ପାଖରେ ଖାଲି ମୁଁ ମନ୍ଦ। ଦିଅ ଖଣ୍ଡେ, ଦେଲେ ମୁଁ ଯାଏ ବାହାରି।ଗଳାରେ ଜିଦ୍ ଭରି ଅପରାଜିତା କହିଲେ ନାହିଁ କରୁଛି ପରା। ତୁ କ'ଣ ପିଲା ହୋଇଯାଉଛୁ? କେତେବେଳୁ ପଛପଟୁ ଆସି ଠିଆ ହୋଇଛନ୍ତି ଦିବ୍ୟେନ୍ଦୁ। ମାଆ ଝିଅଙ୍କ କଥା ଶୁଣିଥିଲେ ଠିଆହୋଇ। କହିଲେ ଆରେ ଦିଅ ଟିକେ ତାକୁ। ପିଲା ସେମାନେ, ସିଏ ଖାଇବେନି, ତେବେ ସେଗୁଡାକ କିଏ ଖାଇବ ଶୁଣେ? କାହିଁକି ମା, ଖାଇବାକୁ କ'ଣ ଆଉ କିଏ ନାହାନ୍ତି? ତେବେ ତୁମେ ଯେତେବେଳେ ଆସିଲଣି ସେ ଗେହ୍ଲାବସର ଝିଅ ଠିକ୍ ମୋତେ ଛୁଇଁଦେବ। ତୁମରି ମୁହଁ ପାଇ ସେ ସେମିତି ହେଉଛି।ଦେଖା, ହାତ ଦେଖା। ଗେହ୍ଲାଳିଆ କଣ୍ଠରେ ତନୁଶ୍ରୀ କହିଉଠିଲା ନା ନା, ସେଇଟା ନୁହେଁ। ସେ ଖଣ୍ଡକ। ହଁ, ସେଇ ବଡ଼ ଆଚାରଟା। ବାପ୍ରେ ବାପ୍! ଏଇ ଟିକକ ପାଇବାକୁ ମଣିଷ ଦେହରେ ଝାଳ ଭାସିଗଲାଣି। ଦିବ୍ୟେନ୍ଦୁ ଝିଅକୁ ଚାହିଁ ଟିକିଏ ହସିଦେଇ ଅନ୍ୟଆଡ଼େ ଚାଲିଗଲେ। ଝିଅବି ହସିଲା, ବିଜୟିନୀର ହସ। ତାପରେ ଏଡ଼େବଡ଼ ଜିଭ ବାହାର କରି ଆଚାର ଖଣ୍ଡକ ଚାଟୁ ଚାଟୁ ବୋଉ ପଛେ ପଛେ ଗଲା। କହିଲା ବୋଉ, ଗୋଟିଏ କଥା କହିବି। କଣ୍ଠରେ ବିରକ୍ତି ଭରି ଅପରାଜିତା କହିଲେ ପୁଣି କ'ଣ? ଗଳାରେ ଅଭିମାନ ଭରି ତନୁ କହିଲା ନାଇଁ ମୁଁ ଆଉ ଆଚାର ମାଗୁନି। ବୋଉ, ଭାଇନା ଏ ପର୍ଯ୍ୟନ୍ତ ଆସିଲେନି ତ? ସେଇ ଚଉଧୂରୀ ବାବୁଙ୍କ ଘରେ ତ ଅଟକିଥିବେ।ନାଇଁ ଲୋ ମା, ଆଉ ସେ ଘର ନାଁ ଧରିବିନି; ସେଦିନ ଯାହା ହେଲାନା, ଭାଇନାଙ୍କର କି ରାଗ। ବୋଉ, ଚଉଧୁରୀ ବାବୁଙ୍କ ଝିଅ ପରା ଆସିଛନ୍ତି। ଆମର ଟିକେ ଗଲେ ହୁଅନ୍ତାନି?ଏ ଘରୁ କ'ଣ କୁଆଡ଼େ ଟିକେ ଯାଇହେବ! ଖାଲି କଲେଜ ଆଉ ଘର, ଫେର୍ ଘର ଆଉ କଲେଜ। ବୋଉ, ଗୋଟେ କଥା କହିବି? ଅପରାଜିତା କବାଟରେ ଶିକୁଳି ଦେଉ ଦେଉ କହିଲେ ତୋ କଥା ଆହୁରି ସରିନି? ଆଉ କ'ଣ ଅଛି କହିପକା ଚଞ୍ଚଳୀ, ମୁଁ ଯିବି। ମୋର ବହୁତ କାମ ଅଛି।ଗଳାରେ ଅଳି ଭରି ତନୁ କହିଲା କହିଥିଲି କି, ରବି ଟକିଜ୍ରେ କୁଆଡ଼େ ଭଲ ଛବି ଆସିଛି। ସନ୍ଧ୍ୟା, ବୀଥି, ଅଶୃ, ଜୁଇ ଏମିତି ଆହୁରି ବହୁତ ଝିଅ ଯାଉଛନ୍ତି। ମୋତେ ଡାକୁଥିଲେ ଯିବାକୁ। ମୁଁ କିଛି କହିନି। ବାପାଙ୍କ ଉପରେ ଭରସା ଅଛି। ତେଣୁ କହୁଥିଲି ତୁମେ ଟିକେ ଭାଇନାକୁ କହନ୍ତନି?